ଧୀରେ ଧୀରେ ଯେମିତି କେହି ତାକୁ ଗଭୀରରୁ ଆହୁରି ଗଭୀରକୁ ଟାଣିନେଇଯାଏ। ତଳକୁ ତଳକୁ। ନିହାରିକା ଶୂନ୍ୟଦୃଷ୍ଟିରେ ଚାହିଁରହେ ଅନେକ ମୁହୂର୍ତ୍ତ। ନୀରବରୁ ନୀରବତର ହୁଏ ସତ୍ତା। ସେଠି ବେଦନା, କ୍ଷତ, କି ଜ୍ୱାଳା ନିହାରିକାକୁ କେମିତି କଅଣ କରିପକାଏ-! ସେ ସୁଦର୍ଶନକୁ ଭାବୁ ଭାବୁ ଦୀର୍ଘଶ୍ୱାସ ଛାଡ଼େ। ଜଣେ ଜଣେ ଲୋକ ଥାଆନ୍ତି, ସେ ଖୁବ୍ ମନ ନେଇ ଜାଣନ୍ତି। ସୁଖ ଦେଇ ଜାଣନ୍ତି, ଆନନ୍ଦରେ ଅଣନିଃଶ୍ଵାସୀ କରିପକାନ୍ତି। ଅଥଚ ନିଜେ ଟିକେ ବି ଖୁସି ହୁଅନ୍ତି ନାଇଁ ସେଇ ଲୋକଟା, ସେଇ ଲୋକଟା ସୁଦର୍ଶନ। ଆଜି ଯାଏଁ ସେ ତାକୁ ଅମୃତ ପିଆଉଥିଲା। ଆଉ ଆଜି, ଆଜି ପରିଷ୍କାର ହୋଇଗଲା, କେତେ ଦୁଃଖୀ ସେ, କେତେ ଦୁଃଖୀ। ଯିଏ ଗୁଲିଗୁଲିଆ ପୁଅଝିଅ ଓ ସ୍ତ୍ରୀର ବନ୍ଧନ ଛିଣ୍ଡାଇ ମୃତ୍ୟୁ ବରେ, କେତେ ଦୁଃଖୀ ସେ! କେତେ ଦୁଃଖୀ! ପାଗଳିନୀ ପରି ନିଜକୁ ବଡ଼ ଅସ୍ଥିର କରିପକାଏ ନିହାରିକା। ନାଁ, ନାଁ ତମେ ଫାଙ୍କି ପାର ନା, ତମେ ଫାଙ୍କି ପାର ନା, ଦି ପଦ ଲେଖି, ତମେ ଏ ଦୁନିଆକୁ, ଏ ଲୋକଙ୍କୁ ଭୁଲାଇପାର। ମାତ୍ର ମୋତେ? ତମର ନିହାରକୁ? ଯେଉଁ ନିହାର, ତମ ମନର ସମସ୍ତ ମଧୁକୁ ଶୋଷିନେଇ ଜାଣିଛି, ଯିଏ ତମ ମନପ୍ରାଣ ଆତ୍ମାରେ ରନ୍ଧ୍ରେ ରନ୍ଧ୍ରେ କୀଟ ପରି ଘୂରିବୁଲୁଚି, ତମେ ତାକୁ ଫାଙ୍କିପାରିବ ନାହିଁ, କେବେ ନୁହଁ, ତମେ ତାକୁ କହିବ; ନିଶ୍ଚୟ କହିବ। କାହିଁକି ତମେ ୟା କଲ? କଣ ତମେ ଚାହୁଁଥିଲ? ତମ ମନରେ କ'ଣ ଏମିତି ଦୁଃଖ ଥିଲା ଯେ ତମେ ଶେଷକୁ ଆତ୍ମହତ୍ୟା କରିଦେଲ? ଆଜି ମୁଁ ନିଶ୍ଚୟ ଶୁଣିବି। ନିଶ୍ଚୟ ତମଠୁ ଏ କଥା ଆଦାୟ କରିବି। ନିଶ୍ଚୟ, ନିଶ୍ଚୟ। ବାୟାଣୀ ପରି ନିହାରିକା ଧାଇଁଗଲା। ଲୁଗା ଖସି ପଡ଼ିଚି, କେଶ ଆଲୁଳାୟିତ। ଧଳା ଛେଦାଲୁଗା ସାଙ୍ଗକୁ ଭୂଷଣହୀନ ଅବସନ୍ନ ଦେହ ଏକ ଉଦାସ ଗୋଧୂଳିର ଧୂସର ଛାୟା ପରି ଖାଁ ଖାଁ କରି ଉଠୁଥିଲା। ସେ ଯାଇ ସେଇ ନୀରବ କୋଠରୀରେ ଛିଡ଼ାହେଲା; ଯେଉଁ କୋଠରୀରେ ସୁଦର୍ଶନର ଏକ ବଡ଼ ଫଟୋ ଟଙ୍ଗା ଯାଇଥିଲା। ସେଇ ଫଟୋ ପାଖରେ ଅଜାଡ଼ି ହୋଇ ପଡ଼ିଲା ନିହାରିକା। ମତେ ସୁଖୀ କରିବା ଲାଗି, ନିଜର ସର୍ବସ୍ଵ ଦେବା ଲାଗି ତମେ ସବୁବେଳେ କହ, ଆଉ ସେଥିପାଇଁ କଣ ମତେ ଅଶ୍ରୁର ଏକ ଅସରା ନଦୀ କରି ଦେଇଗଲ? ସୁଦର୍ଶନର ବଡ଼ ଫଟୋଟି ସେମିତି ଗମ୍ଭୀର ଓ ନିର୍ଲିପ୍ତ ହୋଇ ଝୁଲୁଥିଲା। ସେଇ ଅସୁନ୍ଦର ମୁହଁର ସେହି ସୁନ୍ଦର କଳା କଳା ଆଖି ଦୁଇଟି। ସେହି ପ୍ରଥମ ଦିନର ଚାହାଣି ଭଳି କେମିତି ଏକ ଅବ୍ୟକ୍ତ ଆବେଗରେ ଛଳ ଛଳ ହୋଇ ଉଠିଲା। ଫଟୋଟିକୁ ନିର୍ନିମେଷ ନୟନରେ ଚାହିଁରହିଲା ନିହାରିକା ଅନେକ ବେଳଯାଏ। ପରେ ତାକୁ କାନ୍ଥରୁ ଆଣି ଦୁଇ ହାତରେ ଆଖି ସାମ୍ନାରେ ତୋଳି ଧରିଲା-କହ, କାହିଁକି ଏତେ କପଟ କରି ଗଲ? କହ, କ'ଣ ତମର ଦୁଃଖ ଥିଲା-? ନଚେତ୍, ନଚେତ୍ ମୁଁ ପାଗଳ ହେଇଯିବି, ମୁଁ ଧ୍ଵଂସ ହୋଇଯିବି! କହ କ'ଣପାଇଁ, କ'ଣ ପାଇଁ-? ଫଟୋଟା ତ ଉତ୍ତର ଦେଲା ନାହିଁ, ବରଂ ଜଣାଗଲା, ତାର ଏକ ମାୟା-ମୁଗ୍ଧ ସ୍ପର୍ଶରେ ନିହାରିକା ଅଭିଭୂତ ହୋଇ ଉଠୁଚି। ତାର ପ୍ରତି ଅଙ୍ଗପ୍ରତ୍ୟଙ୍ଗ ଭରା ଯେମିତି ଏକ ଭିଜା ଭିଜା ଅନୁଭୂତିର ନିର୍ଯ୍ୟାସ। ସୁଦର୍ଶନ ତାକୁ ବାନ୍ଧି ରଖିଚି, କେଡ଼େ ମମତାରେ ସତେ ସେ